ଡକ୍ଟର ଇସୋଙ୍କ ମତ ଯେ ଲୁସିଙ୍କୁ ଏହି ଆକ୍ରମଣକାରୀମାନେ ଅପହରଣ କରି ନେଇଛନ୍ତି। ପୃଥିବୀ-ସମ୍ବନ୍ଧୀୟ ନାନା ବ୍ୟାପାର ଜାଣିବା ପାଇଁ ସେମାନଙ୍କର ଜଣେ ପୃଥିବୀବାସୀ ଲୋଡ଼ା, ଏହି ସ୍ଥାନ ପୂରଣ କରିଛି ଲୁସି। ଡକ୍ଟର ଇସୋଙ୍କ ମତ ମୋତେ ବେଶ ଯୁକ୍ତିଯୁକ୍ତ ଜଣାପଡ଼ିଲା କିନ୍ତୁ ବିଶ୍ୱାସ ହେଲାନି। ବୈଜ୍ଞାନିକଙ୍କୁ ଧନ୍ୟବାଦ ଜଣାଇ ବିଦାୟ ନେଉଛି, ଆକାଶରୁ ଏକ ବିରାଟ ଶବ୍ଦରେ ଚମକିପଡ଼ିଲି। ଶବ୍ଦ ପରେ ପରେ ମହାଶୂନ୍ୟରୁ ଭାସିଆସିଲା ଗୁରୁଗମ୍ଭୀର ସ୍ୱରରେ ଏକ ଇଂରାଜୀ ବକ୍ତୃତା ବକ୍ତା ଆକାଶର ଅଳ୍ପ ଦୂରରେ ଥାଇ ଯେମିତି କଥା କହୁଛନ୍ତି, ସେମିତି ବୋଧହେଲା। ପୃଥିବୀବାସୀଗଣ, ଆମ୍ଭେମାନେ ହେଉଛୁଁ ଆଉ ଏକ ନୀହାରିକାର ଲୋକ। ଆପଣମାନଙ୍କ ପୃଥିବୀଠାରୁ ଆମ ନୀହାରିକା ଦେଢ଼କୋଟି ଆଲୋକବର୍ଷ ଦୂରରେ ଅଛି। ଆମେ ବିଶ୍ୱ ପରିକ୍ରମା କରିବା ଉଦ୍ଦେଶ୍ୟରେ ବାହାରି ଆପଣମାନଙ୍କ ଗ୍ରହନିକଟକୁ ଚାଲି ଆସିଛୁଁ। ଆପଣମାନଙ୍କ ଛାୟାପଥ ନୀହାରିକାର ବହୁ ଗ୍ରହ ନକ୍ଷତ୍ର ଆଦି ବୁଲି ଦେଖିସାରିଲୁଣି। ଆପଣମାନଙ୍କ ନୀହାରିକା ବଡ଼ ଚମତ୍କାର, ଆମ୍ଭମାନଙ୍କୁ ଅତି ମୁଗ୍ଧ କରିଛି। ମଣିଷ ଜୀବଜନ୍ତୁପୂର୍ଣ୍ଣ ବହୁ ଗ୍ରହ ଉପଗ୍ରହ ଆପଣମାନଙ୍କର ଏହି ନୀହାରିକାରେ ଅଛି ଦେଖିଲୁ। ଆମ ନୀହାରିକା ଜନମାନବ ଶୂନ୍ୟ ତେଣୁ ସେଠାରେ ଆମେମାନେ ଏକୁଟିଆ ପଡ଼ିରହିଛୁଁ। ଗ୍ରହମାନଙ୍କ ଭିତରେ ଆପଣମାନଙ୍କ ପୃଥିବୀ ଅତି ଚମତ୍କାର। ଆପଣମାନେ ଅତି ସୁନ୍ଦର। ହେଲେ, ଆପଣମାନେ ଆମ ଭଳି ବିଶେଷ ଉନ୍ନତ ନୁହନ୍ତି। ଆମର ଇଚ୍ଛା ହେଉଛି, ଆପଣମାନଙ୍କ ନୀହାରିକାରେ ରହିବା ପାଇଁ। ଆମେ ରହିବାପାଇଁ ବହୁ ଉପଯୁକ୍ତ ଗ୍ରହର ସନ୍ଧାନ ପାଇଲୁଣି କିନ୍ତୁ ଦୁଃଖର ବିଷୟ, ଆମେ ହେଉଛୁଁ ପ୍ରତିବସ୍ତୁ ଜଗତର ଲୋକ। ଆମେ ଯଦି ଆପଣମାନଙ୍କ ନୀହାରିକାର କୌଣସି ଗ୍ରହରେ ଓହ୍ଲାଉଁ, ତେବେ ସେହି ଗ୍ରହଟି ଓ ଆମେ ଆଖିପିଛୁଳାକେ ବିସ୍ଫୋରିତ ହୋଇଯିବୁଁ। ଆପଣଙ୍କ ନୀହାରିକାରେ ପ୍ରତିବସ୍ତୁରୁ ତିଆରି ଗୋଟାଏ ସୁଦ୍ଧା ଗ୍ରହ ନାହିଁ। ତେଣୁ କୌଣସି ଗ୍ରହ ଆମ ରହିବା ପାଇଁ ସୁବିଧାଜନକ ନୁହେଁ। ତେଣୁ ଆମେ ଅନନ୍ୟୋପାୟ ହୋଇ ଆମେ ନିଜ ଗ୍ରହକୁ ଫେରିଯାଉଛୁଁ। ଯିବା ପୂର୍ବରୁ ଆପଣମାନଙ୍କ ସହିତ ସମ୍ପର୍କ ସ୍ଥାପନା କରିବୁଁ ବୋଲି ଠିକ୍ କରିଛୁଁ। ତେଣୁ ଆମେ ମହାଶୂନ୍ୟରୁ ଥାଇ ଆପଣମାନଙ୍କଠାକୁ ବାର୍ତ୍ତା ପଠାଇଛୁ। ଆପଣମାନେ ଭୁଲ ବୁଝିଛନ୍ତି, ଆମେ ଆପଣମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ଆସିଛୁ ବୋଲି। ଆପଣମାନେ ଆମ ତୁଳନାରେ ଏତେ ଅନୁନ୍ନତ ଓ ହୀନବଳ ଯେ ଆପଣମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ଆମର ଇଚ୍ଛା ନାହିଁ, କାରଣ ଆପଣମାନଙ୍କୁ ଜୟ କରିବା ପାଇଁ ଆମକୁ ମାତ୍ର କେଇ ମିନିଟ୍ରୁ ଅଧିକ ସମୟ ଲାଗିବନି। ହଁ ଆପଣମାନେ ଆହୁରି ଜାଣି ଆଶ୍ଚର୍ଯ୍ୟ ହେବେ, ଆପଣମାନଙ୍କ ପୃଥିବୀର ଜନୈକା ମହିଳା ବୈଜ୍ଞାନିକ ବର୍ତ୍ତମାନ ଏଠି ଆମ ମେଳରେ ଅଛନ୍ତି। ଆପଣମାନେ କେତେ ଉନ୍ନତ ବିଜ୍ଞାନରେ କି କି ଗବେଷଣା ଆପଣମାନଙ୍କ ଗ୍ରହରେ ଚାଲିଛି ଜାଣିବା ପାଇଁ ଆମେ ତାଙ୍କୁ ଏଠାକୁ ଧରିଆଣିଛୁଁ। ଗତ କେତେ ଘଣ୍ଟା ଧରି ସେ ଆମ ମେଳରେ ରହି ଆମ ପ୍ରଭାବରୁ ସେ ଆଉ ବସ୍ତୁ ହୋଇ ରହିନାହାନ୍ତି। ସେ ମଧ୍ୟ ଆମ ଭଳି ପ୍ରତିବସ୍ତୁରେ ପରିଣତ ହୋଇ ଗଲେଣି। ଏଭଳି ଅବସ୍ଥାରେ ଆମେ ତାଙ୍କୁ ପୃଥିବୀକୁ ଫେରାଇ ଦେବାକୁ ନିରାପଦ ମଣୁନୁ। କାରଣ ଆପଣମାନେ ଜାଣନ୍ତି, ସେ ଯଦି ପୃଥିବୀକୁ ଫେରିଯାନ୍ତି, ତାଙ୍କ ଅବସ୍ଥା କ'ଣ ହେବ? ପୁଣି ବସ୍ତୁରେ ପରିଣତ ନ କଲା ପର୍ଯ୍ୟନ୍ତ ତାଙ୍କୁ ଆପଣମାନଙ୍କ ପୃଥିବୀକୁ ପଠାଇବାକୁ ଚାହୁଁନୁ। ବଡ଼ ଦୁଃଖର ବିଷୟ ତାଙ୍କୁ ବସ୍ତୁରେ ପରିଣତ କରିବା ପାଇଁ ଆମଠାରେ ବର୍ତ୍ତମାନ କିଛି ଯନ୍ତ୍ରପାତି ନାହିଁ। ତେଣୁ ଆମର ଇଚ୍ଛା, ଆମେ ତାଙ୍କୁ ଆମ ଗ୍ରହକୁ ନେଇଯାଇ ସେଠାରେ ଆମ ଯନ୍ତ୍ରପାତି ସାହାଯ୍ୟରେ ବସ୍ତୁରେ ପରିଣତ କରି ଆପଣମାନଙ୍କଠାକୁ ପଠାଇଦେବୁଁ।